ଆସ୍ତେ ଆସ୍ତେ ତନୁଶ୍ରୀ ବସି ପଡ଼ିଲା ଭାଇନାଙ୍କ ପାଦ ପାଖରେ। ଦୁଇ ହାତରେ ସେଇ ପାଦ ଦୁଇଟି ଜାବୁଡ଼ି ଧରି ମଥା ନୁଆଁଇଲା ତନୁଶ୍ରୀ। ଅଶ୍ରୁ ସଜଳ କଣ୍ଠରେ ଡାକି ଉଠିଲା ଭାଇନା, ମତେ କ୍ଷମା କରିବ। ମୁଁ ତ ସବୁଦିନ ପାଇଁ ଚାଲି ଯାଉଛି ଏ ଘରୁ। ଆଉ ତ ତୁମ ଆଖି ଆଗରେ ଘୂରି ବୁଲି ତୁମ ମନକୁ ଅଶାନ୍ତ କରିବିନି, ତେବେ ଆଉ କାହିଁକି ମୋ ଉପରେ ରାଗ ରଖିବ ଭାଇନା, ମତେ ତୁମେ କ୍ଷମା କରିଦିଅ। ତୁମେ ନିଶ୍ଚୟ ଶୁଣିବ ମୁଁ କେତେ ଭଲ ବୋହୂ ହୋଇ ପାରିଛି। ଯେତିକି ଦୁଃଖ ମୁଁ ତୁମକୁ ଦେଇଛି ତା'ଠାରୁ ସହସ୍ର ଗୁଣ ଦୁଃଖ ମୁଁ ନିଜେ ପାଇଛି। କେତେ ଅନୁତାପ କରିଛି। ତୁମେ କିନ୍ତୁ ମୋ ପ୍ରତି ଅତ୍ୟନ୍ତ ନିଷ୍ଠୁର ହୋଇଗଲ ଭାଇନା। ମୋର ବିଶ୍ୱାସ ମୁଁ ଏ ଘରୁ ଚାଲି ଯାଇ ନିଶ୍ଚୟ ଦିନେ ତୁମର ହଜିଲା ଆନନ୍ଦକୁ ଖୋଜି ଆଣି ଦେବି। ତୁମ ମନର ଦୁଃଖ ଧୂଳିମଳିକୁ ସବୁ ମୁଁ ପୋଛି ଦେବି ମୋର ପଣର ବିନିମୟରେ। ଭଲ ବୋହୂ ହେବି ମୁଁ। ଏ ଘରର ମାନ ଇଜ୍ଜତ ରଖିବାକୁ ଯାଇ ସବୁ ମୁଁ କରି ପାରିବି। ସବୁ ମୁଁ ସହି ପାରିବି। ତୁମ ପାଖରୁ କଲ୍ୟାଣ ଆଜି ମୁଁ ମାଗୁନି। ସେ ଅମୂଲ୍ୟ ସମ୍ପଦ ପାଇବାର ଯୋଗ୍ୟତା ନାହିଁ ମୋର। ଖାଲି ମୋର ଅନୁରୋଧ ମତେ ତୁମେ ଥରେ ଦୟାକରି କ୍ଷମା କରି ଦେବ। ଗୋଟିଏ ନାଡ଼ିର ଦୁଇଟି ରକ୍ତଧାରା ମିଶେଇ ଦେଲେ ତ ମିଶିଯିବ। ତନୁଶ୍ରୀ ଆଖିରୁ ଝରୁଛି କେରା କେରା ଅଶ୍ରୁ। ଆଉ ମନୋରଞ୍ଜନ ଛଅ ଫୁଟ ଲମ୍ବା ଏତେ ବଡ଼ ମଣିଷଟିର ଚଉଡ଼ା ଛାତିଟା ଥରି ଉଠିଲା। ନଇଁ ପଡ଼ିଲେ ମନୋରଞ୍ଜନ। ତନୁଶ୍ରୀର ଦୁଇ ହାତ ଧରି ଉଠାଇ ଦେଲେ ତଳୁ। ତା'ର ଛୋଟିଆ ମଥାଟି ଛାତିରେ ଯାକି ଝିଅଙ୍କ ପରି କାନ୍ଦି ଉଠିଲେ ସିଏ। ହଁ, କାନ୍ଦୁଛନ୍ତି ଆଜି ମନୋରଞ୍ଜନ। କାନ୍ଦଣାରେ ଶବ୍ଦ ତୋଳିଛନ୍ତି କୋହ ଉଠାଇ। ଶ୍ୟାମଳ ରଙ୍ଗର ଓସାରିଆ ନିଟୋଳ ପିଠିଟା ଥରୁଛି ତାଙ୍କର କୋହର କମ୍ପନ ଯୋଗୁଁ। ତାଙ୍କର ସେଇ ପଥର ଆଖିରୁ ଝରୁଛି ଆଜି ଅଶ୍ରୁର ଝରଣା। ସେଇ ଝରଣା ଦେଖିଲେ ମନେ ପଡ଼ିବ ରବୀନ୍ଦ୍ରନାଥଙ୍କର 'ନିର୍ଝରର ସ୍ୱପ୍ନଭଙ୍ଗ' କବିତାଟି। ସତରେ, ପାହାଡ଼ର ବୁକୁ ଫଟାଇ ସତେଅବା ଜନ୍ମ ନେଲା ଆଜି ଅଶ୍ରୁର ରୂପେଲି ଝରଣା। ପାଦ, ପାଦ କରି ଆଗେଇ ଆସିଲେ ଦିବ୍ୟେନ୍ଦୁ। ଆଖିରେ ତାଙ୍କର ରାଶି ରାଶି ଉତ୍କଣ୍ଠା। ବହୁତ ଡେରି କରୁଛି ତନୁଶ୍ରୀ। ତଳେ ଅପେକ୍ଷା କରିଛନ୍ତି ସମସ୍ତେ। ଘରର ମଝି ଚଟାଣରେ ଛିଡ଼ା ହୋଇଛନ୍ତି ଭାଇ ଭଉଣୀ। ଭଉଣୀର ଆଖି ଲୁହରେ ଭାଇର ଛାତିଟି ସିକ୍ତ, ଆଉ ଭାଇର ଆଖି ଲୁହରେ ଭଉଣୀର ଟିକି ମଥାଟି ବି। ଦିବ୍ୟେନ୍ଦୁଙ୍କର ଆକାଂକ୍ଷିତ ମୁହୂର୍ତ୍ତ ଏଇଟି। ଅପରାଜିତାଙ୍କର ମଧ୍ୟ। ସେ କିନ୍ତୁ ଦେଖି ପାରିଲେନି ଭାଇ ଭଉଣୀଙ୍କର ଏଇ ସ୍ୱର୍ଗୀୟ ମିଳନକୁ। ଝିଅର ଯିବା ସମୟ ଘନାଇ ଆସିଲା ଦେଖି ସେ ମୂର୍ଚ୍ଛା ଗଲେ। ଦିବ୍ୟେନ୍ଦୁ ଟିକିଏ ଚାହିଁଲେ ଏଇ ଦୁଇ ଭାଇ ଭଉଣୀ ଆଡ଼କୁ। ଏଥର ସିଏ ବି କାନ୍ଦି ଉଠିଲେ କୋହ ଉଠାଇ। ଭାଇ ଭଉଣୀଙ୍କର ବିରାମହୀନ କାନ୍ଦଣାରେ ତାଙ୍କର ନିସମ୍ବ ନିଃଶବ୍ଦ କାନ୍ଦଣା ମିଶି ଏକାକାର ହୋଇଗଲା। ତଳୁ ଡାକରା ଆସୁଛି ଘନ ଘନ। ବିଦାୟର ଶୁଭଲଗ୍ନ ଗଡ଼ି ଯାଉଛି। ଆଖିରୁ ଲୁହ ପୋଛି ଦିବ୍ୟେନ୍ଦୁ ତନୁଶ୍ରୀର ହାତ ଧରି ନେଇ ଆସିଲେ ତଳକୁ। ହଁ ଭଲ ବେଳା। ତନୁ ଜୀବନରେ ଏପରି ବେଳା ଫେରିବ ବୋଲି ଆଦୌ ମନରେ ତା'ର ଆଶା ନଥିଲା। ଭାଇନାଙ୍କ ଆଖି ଲୁହ ଶିରରେ ତା'ର ଝରି ପଡ଼ିଛି ବିନ୍ଦୁ ବିନ୍ଦୁ କଲ୍ୟାଣ ପରି। ଆଉ କିଛି ଲୋଡ଼ା ନାହିଁ ତା'ର, ଆଉ କିଛି ଲୋଡ଼ା ନାହିଁ। ଦିବ୍ୟେନ୍ଦୁ କହିଲେ ଚଞ୍ଚଳ ଚାଲ ମାଆ। ହୁଁ ଚାଲ। ଚଞ୍ଚଳ ପାଦରେ ତଳକୁ ଓହ୍ଲା‌ଇ ଆସିଲେ ସେମାନେ। ଓହ୍ଲା‌ଇ ଆସୁ ଆସୁ ତନୁଶ୍ରୀ ଶୁଣିଲା ଭାଇନାଙ୍କର କାନ୍ଦର କରୁଣ ଶବ୍ଦ। ଲୁହରେ ଲୁହରେ ପୁଣି ଅନ୍ଧ ହୋଇଗଲା ତା'ର ଆଖି ଦୁଇଟି। ଧୀରେ ଧୀରେ ତନୁଶ୍ରୀ ବସିଲା ଯାଇ ଗାଡ଼ିରେ। ଗାଡ଼ିଟା ସଜା ହୋଇ ଦିଶୁଛି ସତେଅବା ଗୋଟିଏ ମସ୍ତ ବଡ଼ ମୟୂରର ବୋଇତ। ସେଇ ବୋଇତ ଭାସି ଯିବ ଆଜି ଦୁନିଆ ସାଗରରେ ଏପାରି ସଂସାରରୁ ଆରପାରି ସଂସାରକୁ। ଧୀରେ ଧୀରେ ଲୁଚି ଗଲା ଗାଡ଼ିଟି। ଏ ଘରର ପର ହୋଇଗଲା ଆଜିଠୁ ସେଇ ଅଶ୍ରୁମୁଖୀ ଝିଅଟି ଏ ଘରର ଅଲିଅଳି ଜେମା ତନୁଶ୍ରୀ। ଦ୍ୱିପ୍ରହରର ନିସ୍ତବ୍ଧତା ଭୀଷଣ ମ୍ରିୟମାଣ କରି ତୋଳେ ଅପରାଜିତାଙ୍କୁ। ଖୁବ୍ କାନ୍ଦ ମାଡ଼ୁଛି ତାଙ୍କୁ। ଏଇ ଘର ଖାଲି କରି ଗୋଟି ଗୋଟି ହୋଇ ସମସ୍ତେ ଚାଲିଗଲେ। ବୋହୂଟା ଥିଲେ ହୁଏତ ଭଲ ଲାଗନ୍ତା।